ସେ ବନକୁ ହେମ କୋଳରୁ ନିଜ କୋଳକୁ ନେଇ ତାକୁ ତୁନି କଲେ। ପରେ ହେମ ଓ ଲଳିତାକୁ ସମସ୍ତ କଣ୍ଢେଇ ଥୋଇ ଦେଇ ଭିତରକୁ ଆସିବାକୁ ଆଦେଶ ଦେଲେ। ସେତେବେଳକୁ ସମୟ ପାଞ୍ଚଟା। ଲଲିତା ଓ ହେମ ସ୍କୁଲରୁଫେରି ଖେଳୁଥିଲେ। ସମସ୍ତେ ଭିତରକୁ ଗଲାପରେ ମାତା କନ୍ୟାମାନଙ୍କୁ ମୁଖ ପ୍ରକ୍ଷାଳନ କରାଇ ସଫା ଫ୍ରକ୍ ଜୋତା, ମୋଜା ଇତ୍ୟାଦି ପିନ୍ଧାଇ ଦେଲେ। କେବଳ ବନକୁ କୌଣସି ସାଜସଜ୍ଜା କଲେ ନାହିଁ। ପିଲାମାନଙ୍କର ଧନ୍ଦା ସରୁଣୁ ଶ୍ରାନ୍ତକ୍ଳାନ୍ତ ଶରୀରରେ ଯୋନାଥନ୍ବାବୁ ଅଫିସରୁ ଆସିଲେ। ଜ୍ୟେଷ୍ଠାକନ୍ୟା ଲଳିତା ପିତାଙ୍କ ନିକଟକୁ ଦୌଡ଼ି ଯାଇ ପକେଟ୍ − ମାନଙ୍କରେ ହାତ ପୂରାଇ ମୁଦ୍ରା ଅନ୍ୱେଷଣ କରିବାକୁ ଲାଗିଲା। କିନ୍ତୁ ସେ ବଡ଼ ସାବଧାନରେ ପିତାଙ୍କୁ ବିରକ୍ତ ନକଲାପରି କାମ କରୁଥାଏ। ଯୋନାଥନ୍ ନତ ହୋଇ ଲଳିତାକୁ ଚୁମ୍ୱନ କଲେ। ଲଲିତା ଆନନ୍ଦରେ ପିତାର ଗଳ ଧରି ପକାଇଲା। ହେମ ଲଳିତାର ଆଦର ବୋଧ ହୁଏ ସହିପାରିଲା ନାହିଁ। ସେ ମଧ୍ୟ ଦୌଡ଼ି ଆସି "ବାବା ମୋତେ ମୋତେ" କହି ମୁହିଁ ବଢ଼ାଇ ଦେଲା। ଯୋନାଥନ୍ ତାକୁ ଗୋଟିଏ ଚୁମ୍ୱନ ଦେଲେ। ବନର ମନେ ହେଲା ମିଠାଇ ବଣ୍ଟା ହେଉଛି। ଏହା ଭାବି ସେ ମଧ୍ୟ ଉପରକୁ ଚାହିଁ ଚାହିଁ ଗୁରୁଣ୍ଡି ଗୁରୁଣ୍ଡି ଆସି ପିତାଙ୍କ ଗୋଡ଼ତଳେ ହଜର ହେଲା। ଯୋନାଥନ୍ ବାବୁ ନଇଁପଡ଼ି ତାକୁ ଉଠାଇ କୋଳକୁ ନେଇ ଅଜସ୍ର ଚୂମା ଦେବାକୁ ଲାଗିଲେ। ବ୍ୟସ୍ତ ହୋଇ ଲଲିତାର ମାତା ସ୍ୱାମୀଙ୍କୁ ଶାସନ କରିବାକୁ ଲାଗିଲେ "ଛାଡ଼, ତାକୁ ଓହ୍ଲାଇ ଶୀଘ୍ର ଲୁଗା ବଦଳିଆସି। ସାରାଦିନ ଖଟିଖଟି ଦେହ କଳା ପଡ଼ିଗଲାଣି। ଥାଉ, ପରେ ଗେଲ କରିବ। " ସ୍ୱାମୀ ସ୍ନେହରେ କହିଲେ "ତୁମର କ'ଣ ଗଲା? ତୁମେ ସାରାଦିନ ଖାଲି ଗେଲ କରୁଥିବା। ମୁଁ ଘଣ୍ଟାଏ କଲେ ସହି ହେଉ ନାହିଁ। " ଏହା କହି ବନକୁ ଅନାଇ କହିଲେ, "ଦେଖିଲୁ ମାମି, ତୋ ମା' ମୋତେ ହିଂସାକରୁଚି। " ବନ କିଛି ବୁଝିଲା କି ନାହିଁ ଆହୁରୀ ଦୃଢ଼ରୂପେ ପିତା କୋଳରେ ଆଉଜି ରହିଲା। ଶଶୀ ନିକଟକୁ ଆସି ବନକୁ ଛଡ଼େଇ ନେଇ କହିଲା "ଭାରି ଗେଲ ବୋହି ଯାଉଚି। କଣ କହିବି ଆଉ। " ଯୋନାଥନ୍ ଶଶୀର ହାତ ଧରି ପକାଇଲେ। ଗଭୀର ପ୍ରେମରେ ଶଶୀର ଦୁଇଆଖି ଯୋନାଥନ୍ର ଦୁଇ ଆଖିରେ ନିବଦ୍ଧ ହେଲା। ଯୋନାଥନ୍ ମୋହିତ ହୋଇ ଶଶୀର ହାତ ଚାପି ଧରିଲେ। ଆଜି ଯୋନାଥନ୍ ଆଉ ପୂର୍ବର ଜଗନ୍ନାଥ ନୁହଁନ୍ତି। ଆଜି ସେ ମିଃ ଯୋନାଥନ୍ ପାତ୍ର। ଅଫିସର ବଡ ବାବୁ। ଶହେ ପଚାଶ ଟଙ୍କା ବେତନରେ କାମ କରନ୍ତି। ଉପରି ପ୍ରାୟ ମାସିକ ପଚାଶ ଷାଠିଏ ଟଙ୍କା ରୋଜଗାର ହୁଏ। ଯୋନାଥନ୍ବାବୁ କର୍ମ କୁଶଳ, ଉଦ୍ଯୋଗୀ ଓ ସତ୍ୟବାଦୀ। ସେଥିପାଇଁ ଅଫିସ୍ର ସାହେବ ତାଙ୍କୁ ବଡ଼ ଭଲ ପାଆନ୍ତି। ପଚାଶ ଟଙ୍କା ବେତନ ମଧ୍ୟରୁ ନଅବର୍ଷ ମଧ୍ୟରେ ସେ ଟ ବେତନକୁ ଉଠିଅଛନ୍ତି। ସାହେବର ତାଙ୍କଠାରେ ବଡ଼ ବିଶ୍ୱାସ। ସବୁ ଭାର ତାଙ୍କ ଉପରେ-। ଯୋନାଥନ୍ ବାବୁ ବଡ଼ ବିଶ୍ୱସ୍ତ। ସେ ବଡ଼, ବିଶ୍ୱସ୍ତ ଭାବରେ ଅଫିସ୍ର କାମ ଚଳାଇ ନେଉଅଛନ୍ତି। ସାହେବ ତାଙ୍କର ବଡ଼ ପ୍ରଶଂସା କରନ୍ତି। ଶଶୀ ଲଜ୍ଜାରେ ତଳକୁ ଅନାଇଁ କହିଲା "ହାତ ଛାଡ଼। " ଯୋନାଥନ ଆହୁରି ଦୃଢ଼ଭାବେ ଧରି ରଖି କହିଲେ "ମୁଁ ଛାଡ଼ିବି ନାହିଁ। କଣ କରିବ କର। " ଶଶୀ ବ୍ୟସ୍ତ ହୋଇ ହାତ ଛାଡ଼ାଇବାକୁ ଚେଷ୍ଚା କଲା। ଯୋନାଥନ୍ ହାତ। ଛାଡିଦେଇ। ଲୁଗା ବଦଳାଇବାକୁ ଉପକ୍ରମ କଲେ। ଶଶୀ ଜଳଖିଆ ଇତ୍ୟାଦି ପରିବେଷଣକଲା। ଯୋନାଥନ୍ ଓ ପିଲାମାନେ ଟେବୁଲରେ ଆସି ବସିଲେ। ଉପଯୁକ୍ତ ପରିବେଷଣ ପରେ ସମସ୍ତଙ୍କ ତୃପ୍ତ କରି ଶଶୀ ସାନ୍ଧ୍ୟ ଭ୍ରମଣକୁ ପଠାଇଦେଲା। ଯୋନାଥନ୍ ବାବୁ ଶଶୀ ହସ୍ତରୁ ପାନ ନେଇ ଆଉ ଥରେ ସେହି ସୁନ୍ଦର କୋମଳ ମୁଖକୁ ପ୍ରେମବିଭାର ନେତ୍ରରେ ଅନାଇଲେ। ତାପରେ ପିଲାମାନଙ୍କର ହାତଧରି ବାହାରକୁ ବାହିରିଗଲେ। ଆଜିକାଲି ଶଶୀର ପୂର୍ବ ଚେହେରା ଆହୁରୀ ସୁନ୍ଦର ହୋଇ ଉଠିଛି। କିନ୍ତୁ ଯୌବନ ସୁଲଭ ତରୁଣ ମାଧୁରୀ ବଦଳେ ବୟସ୍କ। ତରୁଣୀ ସୁଲଭ ଶାନ୍ତ, ଧୀର, ବିଚକ୍ଷଣ ଓ ବିବେକୀ ଦିଶୁଅଛି। ଶଶୀ ଖୁବ୍ ଅଳ୍ପ କଥା କହେ। ସଦା ଗମ୍ଭୀର କିନ୍ତୁ ଯେତେବେଳେ ଅଲକ୍ଷରେ ସ୍ୱାମୀର ମୁଖକୁ ଅନାଏ, ଯୋନାଥନ୍ ଭାବନ୍ତି ବୋଧହୁଏ ସଂସାରରେ ତାଙ୍କଠାରୁ ଭାଗ୍ୟବାନ ଆଉ କେହି ନାହିଁ।